ଏହିଗୁଡ଼ିକୁ ସମ୍ଭବ କରିବା ଲାଗି ହିଁ ଭାରତବର୍ଷ ସ୍ଵପ୍ନ ଦେଖି ସଂଗ୍ରାମଟିଏ ଲଢ଼ିଥିଲା। ସ୍ୱାଧୀନତା ପରେ ଏଠି ଲୋକ-ଭୂମିଟିକୁ ସତକୁ ସତ ମର୍ଯ୍ୟାଦାବନ୍ତ କରି ଗଢ଼ିବା ଲାଗି ସବଳ ପଦକ୍ଷେପମାନ ଗ୍ରହଣ କରାଯାଇନାହିଁ। ଆମର ମାନେ ଆମ ବାଟଟାକୁ ଓଗାଳି ରଖିଛନ୍ତି। ପଛୁଆ ଆଧୁନିକତା ଏବେ ଓଡ଼ିଆ ସାହିତ୍ୟରେ ସାଂପ୍ରତିକ କେତେଜଣ କବିଙ୍କ ବିଷୟରେ କରାଯାଇଥିବା ଏକ ଆଲୋଚନା ପଢୁଥିଲି। ଆଲୋଚକ ସେହି କବିମାନଙ୍କୁ ଉତ୍ତର ଆଧୁନିକ କାଳର କବି ବୋଲି କହିଛନ୍ତି। ହଠାତ୍ ନିଜକୁ ନିଜେ ପ୍ରଶ୍ନ କରିବାକୁ ଇଚ୍ଛା ହେଲା, ଆମ ସାହିତ୍ୟରେ ଆଧୁନିକଟା ମଧ୍ୟ କେବେ ଆସିଲା ଯେ। ଆମେ ଆମର କେତେକ କବିଙ୍କୁ ଉତ୍ତର-ଆଧୁନିକ ବୋଲି କହିବା? ଉତ୍ତର-ଆଧୁନିକ ଅର୍ଥାତ୍ ଆଧୁନିକ ପରେ ଯେଉଁ ପର୍ଯ୍ୟାୟଟି ଆସେ। ଆଧୁନିକଟି ଭୋଗ ହୋଇସାରିବା ଅନ୍ତେ ଏହି ଉତ୍ତର-ଆଧୁନିକ ଆସି ପହଞ୍ଚେ। ଏହି ଦୁଇଟିଯାକ ଶବ୍ଦ ଆମ ସାହିତ୍ୟବାଲା ବିଦେଶରୁ ଆଣିଛନ୍ତି। ନିଜ ସାହିତ୍ୟକୁ ସତକୁ ସତ କିପରି ଏବଂ କେଉଁ ସବୁ ବାଡ଼ି ପକାଇ ଚିହ୍ନଟ କରାଯାଇ ପାରିବ ବୋଲି ନିଜେ କିଞ୍ଚିତ୍ ଶ୍ରମ କରି ନଭାବି ଇଉରୋପରୁ ବା ଖାସ୍ ବିଲାତରୁ ଅଭିଧାଗୁଡ଼ିକୁ ଆଣି ଅଭିପ୍ରାୟଟିକୁ ସିଦ୍ଧ କରି ଦିଆଯାଇଛି। ଆମ ଭିତରୁ ଯେଉଁମାନେ ବିଲାତରୁ ହିଁ ସାହିତ୍ୟାଲୋଚନାର ପ୍ରେରଣା ପାଇଛନ୍ତି ଏବଂ ସେହି ଅନୁସାରେ ହିଁ କିଛି ଜଡ଼ୀବୁଟି ସଂଗ୍ରହ କରି ଆଣିଛନ୍ତି, ସେମାନେ କ'ଣସବୁ ବାଧ୍ୟତା ଭିତରେ ଯେ ସେପରି କରିଛନ୍ତି, ସେହି କଥାଟିକୁ ବୁଝି ପାରୁଥିଲେ ଆମେ ସେମାନଙ୍କର ଏହି ପ୍ରବୃତ୍ତିଟିକୁ ମଧ୍ୟ ଅଳ୍ପବହୁତ ଅବଶ୍ୟ ବୁଝିପାରିବା। ଓଡ଼ିଆ ସାହିତ୍ୟରେ କିଏ ବା କେଉଁମାନେ କବିତାକୁ ଆଧୁନିକ ଗାରଗୁଡ଼ିକୁ ପକାଇ ଗଢ଼ିଲେ, ସେହି ବିଷୟରେ ଏବେ ମଧ୍ୟ ମତାନ୍ତରମାନ ରହିଛି, ସେଥିରୁ ନିଷ୍ପନ୍ନ ହୋଇଥିବା ବା ହେଉଥିବା କିଞ୍ଚିତ୍ ମନାନ୍ତର ମଧ୍ୟ ରହିବା ଅତ୍ୟନ୍ତ ସ୍ୱାଭାବିକ। ମାତ୍ର ତଥାପି ପ୍ରଶ୍ନଟିଏ ପଚରା ହୋଇପାରିବ ଯେ, କବିମାନେ କ'ଣ କେବେ ଏହିପରି କୌଣସି ଧାରାରେ ଗାର ପକାଇ କବିତାକୁ ଗଢ଼ନ୍ତି, ଅଥବା ଆଗ କବିମାନସରେ କିଛି ନୂଆ ହୋଇ ଅନୁଭୂତ ହୋଇଥାଏ ବୋଲି କବିତାର ସମଗ୍ର ଆବେଦନଟି ଅନ୍ୟପ୍ରକାର ହୋଇଯାଇଥାଏ? ବାହାରେ ବୃହତ୍ତର ଲୋକଜୀବନରେ କ'ଣ ସବୁ ପ୍ରାୟ ଚାକ୍ଷୁଷ ଭାବରେ ଘଟେ, ଯାହାକି ଏକ କବିମାନସକୁ ପ୍ରାୟ ଏକ ଅଭୂତପୂର୍ବ ରୀତିରେ ଆଲୋଡ଼ିତ କରିବାକୁ ଆରମ୍ଭ କରେ ଏବଂ ତାହା ଫଳରେ ତେଣିକି ତା'ର କବିତା ଅନ୍ୟପ୍ରକାରେ ହୋଇଯାଏ। ପ୍ରୟାସଟି ଅତ୍ୟନ୍ତ ସାବଲୀଳ ଏବଂ ସ୍ୱତଃସ୍ଫୁର୍ତ୍ତ ଭାବରେ ହୁଏ। ପିଲାଏ ଆଗରେ ଥୁଆ ହୋଇଥିବା ମାଠିଆଟିକୁ ଦେଖି ମାଠିଆଟିର ଚିତ୍ର ଆଙ୍କିବା ଭଳି ଏହି କ୍ଷେତ୍ରରେ ଆଦୌ କିଛି ହେଲେ ଘଟେ ନାହିଁ। ଏକ ସଂବେଦନଶୀଳତାକୁ ନିଜସ୍ୱ କରିବା ଦ୍ଵାରା ତାହା ଘଟିଥାଏ। ଏବଂ, ମୂଳତଃ ସେହି ସଂବେଦନଶୀଳତାକୁ ମାଧ୍ୟମ କରି କବିମାନଙ୍କୁ ବୁଝିହୁଏ, ଏକ ପ୍ରାସଙ୍ଗିକତା ବି ମିଳିଯାଇଥାଏ। ଓଡ଼ିଆ କବିତାରେ ଅଧିକାଂଶ ଆଲୋଚନାରେ ଯାହାକୁ ଆଧୁନିକ ଯୁଗ ବୋଲି ଚିହ୍ନଟ କରାଯାଉଛି ଏବଂ ସେହି ଅନୁସାରେ କେତେକ କବିଙ୍କୁ ଶନାକ୍ତ କରାଯାଉଛି, ତାହାର ମୂଳ ପ୍ରଚୋଦକରୂପେ କୋଉଠି କ'ଣ ସମ୍ବେଦନଶୀଳତା ରହିଥିଲା ବୋଲି ତଥାପି ଠଉରାଇ ହୁଏନାହିଁ। ସମ୍ବେଦନଶୀଳତାର ବିଶେଷ ପ୍ରକାରଟି ପ୍ରକୃତରେ ସବାଆଗ ସଂପୃକ୍ତ କବିର ତଥା କବିମାନଙ୍କର ଚେତନାରେ ରହିଥାଏ, ଅର୍ଥାତ୍ ସେମାନଙ୍କର ଜୀବନ ଭିତରକୁ ତାହା ପ୍ରବେଶ କରିଥାଏ। ଜୀବନ ଭିତରେ ଠାବ କରି ହେଉନଥିଲା ପର୍ଯ୍ୟନ୍ତ ତାହାକୁ ବୁଦ୍ଧି ଖର୍ଚ୍ଚ କରି ଖାଲି କବିତା ମଧ୍ୟରେ ଠାବ କରିବାକୁ ଚେଷ୍ଟା